କାରଣ ମୋର ଭୁଲ୍ ହୋଇଯାଇଛି, ବସ୍। ଲୁସି ବିଷୟରେ ଅନୁସନ୍ଧାନ ଶେଷ ହୋଇଛି। ମାନେ, ଫାଷ୍ଟ ଚିଫ୍ ଯେଉଁଭଳି ଭୁଲ୍ ନିର୍ଦ୍ଦେଶନାମା ଦେଇଥିଲେ, ସେ ଯଦି ନିଜର ଉପସ୍ଥିତ ବୁଦ୍ଧିର ସାହାଯ୍ୟ ନେଇ ନଥାନ୍ତା, ତା ହେଲେ ଦୁହେଁଯାକ ହିଁ ସମଦଶା ଭୋଗ କରୁଥାଆନ୍ତେ। ତୁମେ ଜାଣ, ଲୁସି ଯଦି ଥରେ ଆମର ନିରାପତ୍ତାର ସୀମା ଅତିକ୍ରମ କରିଯାଇଥାନ୍ତା, ତା ହେଲେ ହୁଏତ କିଛିଦିନ ଭିତରେ ଆମର ବାହାରର ପ୍ରତ୍ୟେକ ବନ୍ଧୁଙ୍କ ହାତରେ ଶୃଙ୍ଖଳ ବନ୍ଧାଯାଇଥାନ୍ତା। ଆଉ ସର୍ବୋପରି ତୁଷାରକାନ୍ତି, ତାଙ୍କର ଭବିଷ୍ୟତ କେଉଁଭଳି ଭାବରେ ଅନ୍ଧକାରାଚ୍ଛନ୍ନ ହୋଇଯାଇଥାନ୍ତା? ମୁଁ ଏତେ କଥା ଜାଣିନଥିଲି, ସାର୍। ମୁଁ ଜାଣେ ଲୀଳା, ତୁମେ ଅସମ୍ଭବ ଚତୁରୀ। ଏ ଦଳର ମଙ୍ଗଳ ପାଇଁ ତୁମେ ତୁମର ଜୀବନ ବି ଦେଇପାରିବ। ଆଉ ସେଇଥିପାଇଁ ଏ ଦଳର କେତେକ ଛୋଟ ଛୋଟ ଘଟଣା ନେଇ ତୁମ ମନରେ ଯେଉଁ ପ୍ରତିବାଦର ଢେଉ ଉଠେ, ତାକୁ ମୁଁ ସମର୍ଥନ କରେ। ହେଲେ ତୁମର ଏହି ପ୍ରତିବାଦ ଯଦି ଲୁସି କାନରେ ପଡ଼େ। ମୁଁ ତା ପାଖରୁ କ୍ଷମା ମାଗିନେବି, ସାର୍। ଭିତରେ ଲାଲ ଆଲୋକ ଜଳିଉଠିଲା। ବସ୍ ତ୍ରସ୍ତ ହୋଇ କହିଲେ, ମୋତେ ନ୍ୟୁଜ୍ ରିସିଭ୍ କରିବାକୁ ପଡ଼ିବ, ଡକ୍ଟର। ଆଜି ପାଇଁ ତୁମେ ରେଷ୍ଟ ନିଅ। ତାଙ୍କର ଗତିପଥ ଉପରୁ ଦୃଷ୍ଟି ଫେରାଇ ତୁଷାରକାନ୍ତି ଯେତେବେଳେ ଲୀଳା ଆଡ଼େ ଦୃଷ୍ଟି ପକାଇଲେ, ସେତେବେଳେ ତା ଚକ୍ଷୁରେ ଲୋତକର ବିନ୍ଦୁ ଫୁଟିଉଠୁଥିଲା। ଅତ୍ୟନ୍ତ କରୁଣ ଭାବରେ ତାର ଚକ୍ଷୁ ତଳକୁ ଲମ୍ବିଯାଇଥିଲା। କେଜାଣି କାହିଁକି ତାର ଏଭଳି କରୁଣ ଅବସ୍ଥା ତୁଷାରକାନ୍ତିଙ୍କୁ ସମବେଦନାରେ ଅଧୀର କରିଦେଲା। ସେ ଆହୁରି ଲୀଳା ପାଖକୁ ଲାଗି ଆସି କହିଲେ, ତୁମେ କାନ୍ଦୁଛ, ଲୀଳା। ଲୀଳାର କୋହ ଯେମିତି ବଢ଼ୁଥିଲା। ତୁଷାରକାନ୍ତି ଆଉ କିଛି କହିବାକୁ ଯାଉଥିଲେ କିନ୍ତୁ ଲୀଳା ତାଙ୍କର ହାତ ଧରି କ୍ଷୀପ୍ର ବେଗରେ ଗୋଟିଏ କୋଠରି ଭିତରକୁ ଭିଡ଼ିନେଇ ସଶବ୍ଦରେ କବାଟଟି ଭିତରୁ ବନ୍ଦ କରି ପିଲାଙ୍କ ଭଳି ଉଚ୍ଚସ୍ୱରରେ କାନ୍ଦିଉଠିଲା। ଆହୁରି ଆଶ୍ଚର୍ଯ୍ୟାନ୍ୱିତ ହେଲେ ତୁଷାରକାନ୍ତି। ସେ ଲୀଳାର ଗୋଟିଏ ହାତ ନିଜ ହାତ ଭିତରକୁ ନେଇ ଆସି କୋମଳ କଣ୍ଠରେ କହିଲେ, ତୁମେ କାନ୍ଦୁଛ, ଲୀଳା। ଲୀଳାର କ୍ରନ୍ଦନରେ ଲହରୀ ଆହୁରି ଉଚ୍ଚତର ହେ ହେଉଥିଲା କିନ୍ତୁ ତା ଭଳି ରମଣୀର ହଠାତ୍ ଏଭଳି ପରିବର୍ତ୍ତନ କାରଣ କିଛି ସ୍ଥିର କରିପାରୁନଥିଲେ ତୁଷାରକାନ୍ତି। ତାକୁ ଆହୁରି ନିଜ ଆଡ଼କୁ ଆଉଜାଇ ନେଇ ସେ କହିଲେ, ବସ୍‌ଙ୍କ କଥାରେ ତୁମେ ଆହତ ହେଲ ଲୀଳା! ଏଥର ଲୀଳାର ଦୃଷ୍ଟି ଧୀରେ ଧୀରେ ତୁଷାରକାନ୍ତିଙ୍କ ମୁଖମଣ୍ଡଳରେ ଲାଗିରହିଲା। ତୁଷାରକାନ୍ତି ଲକ୍ଷ୍ୟ କଲେ, ସେ ଯେମିତି କଣ କହିବାକୁ ଇଚ୍ଛା କରି କହିପାରୁନାହିଁ। ତା ପରେ ତାକୁ ଆହୁରି ଟିକିଏ ସାହସ ଦେବାକୁ ନିବିଡ଼ ଭାବରେ ନିଜ ଦେହରେ ବିତେଇ ପାରିଲେ। ତାଙ୍କର ମନେହେଲା, ଲୀଳାର ଦେହରେ ଯେମିତି କମ୍ପନର ସୃଷ୍ଟି ହୋଇଛି। ଚକ୍ଷୁରେ ଭୀତତ୍ରସ୍ତା ହରିଣୀର ସଂକେତ ଫୁଟିଉଠୁଛି। ଲୀଳା। କିନ୍ତୁ କିନ୍ତୁ କଣ କହି ଆସୁ ଆସୁ ଅଟକି ଯାଉଥିଲା ସେ। ମୋତେ ବିଶ୍ୱାସ କରୁନା ଲୀଳା। ଏଥର ଲୀଳାର ଦୃଷ୍ଟି ସ୍ଥିର ଭାବରେ ଲାଗିରହିଲା ତୁଷାରକାନ୍ତିଙ୍କ ଚକ୍ଷୁ ଉପରେ। ତାର ଚକ୍ଷୁର ଆଶା ଆଉ ନିରାଶାର ଇଙ୍ଗିତ ଯେ ସମୟ ସମୟରେ ଫୁଟିଉଠୁଛି, ଏହା ଖୁବ୍ ଭଲ ଭାବରେ ଉପଲବ୍ଧି କରୁଥିଲେ ତୁଷାରକାନ୍ତି। ମୋତେ ତଥାପି ବି ତୁମେ ବିଶ୍ୱାସ କରୁନା, ଲୀଳା। ତଥାପି ଲୀଳାର ଭୟର ଅପସାରଣ ହେଉ